'' ଅରୁନ୍ଧୁତୀଙ୍କ ପାଟିରୁ ଏତିକି ଶୁଣିଲା ମାତ୍ରେ ଭବାନନ୍ଦ ଆନନ୍ଦରେ ଗଦ୍ ଗଦ୍ ହୋଇଯାଉଥିଲେ ଏବଂ ସେ ମନେମନେ ଭାବୁଥିଲେ ଧନ୍ୟ ଭଗବାନ! ଧନ୍ୟ ତୁମର ଲୀଳାଖେଳା-। ବେଳକାଳ ଜାଣି ତମେ ଯଦି ଅରୁନ୍ଧୁତୀକୁ ଆଣି ମୋ ପାଖରେ ପହଞ୍ଚାଇ ଦେଇନଥାନ୍ତ, ତେବେ ମୋର ଏଇ କବି ଜନ୍ମଟା କ'ଣ ସାର୍ଥକ ହୋଇପାରନ୍ତା? ସେ ଯେତେବେଳେ ଅରୁନ୍ଧୁତୀଙ୍କ ଆଗରେ ତାଙ୍କର କବିତା ଆବୃତ୍ତି କରୁଥିଲେ, ସେତେବେଳେ ଅପରିସୀମ ଭାବରେ ତାଙ୍କର ହୃଦୟ ସ୍ପନ୍ଦିତ ହେଉଥିଲା। ଆଖି ଓ ସୁଖର ଭାବ ହଠାତ୍ ବଦଳି ଯାଉଥିଲା। କଣ୍ଠ ଭାରି ଭାରି ଶୁଭୁଥିଲା। ଖୋଲିକରି କୁହନା, ତୁମର କ'ଣ ଦୁଃଖ ଅଛି? ମୋ ପାଖରେ ଲାଜ ପୁଣି ଗୋଟେ କ'ଣ? '' ଭବାନନ୍ଦ କବି। ସିଧାସଳଖ କଥା କେବଳ ବୋକାମାନେ ହିଁ କହନ୍ତି। କଥାକୁ ବୁଲେଇକରି କହିବା ହେଉଛି କବିଜାତିର ଅଭ୍ୟାସ। ତେଣୁ ଭବାନନ୍ଦ ହୃଦୟର ଭାବ ଗୋପନକରି କହିଲେ, ''ମୋ ମନରେ ଦୁଃଖ ସେମିତି କିଛି ନାହିଁ। ତେବେ ପ୍ରେମ କବିତା ପଢ଼ିଲା ବେଳେ ମନଟା କାହିଁକି ଦୁର୍ବଳ ହୋଇଯାଏ। '' ''ଏହାର ଅର୍ଥ? '' କୋଣ ଆଖିରେ ଅନାଇ ପଚାରିଲେ ଅରୁନ୍ଧୁତୀ। ଭବାନନ୍ଦ ପାରୁପର୍ଯ୍ୟନ୍ତ ଚେଷ୍ଟାକରି ବୁଝାଇ କହିଲେ ଅରୁନ୍ଧୁତୀକୁ। ନାନାପ୍ରକାର କାବ୍ୟ କବିତାରୁ ଉପମା, ଉପମେୟ ଖୋଜି। ସେ ବୁଝାଇ ବସିଲେ ଯେ ଅରୁନ୍ଧୁତୀ ହେଉଛନ୍ତି ତାଙ୍କର କାବ୍ୟନାୟିକା ଏବଂ ଭବାନନ୍ଦ ହେଉଛନ୍ତି ତାଙ୍କର ପ୍ରେମିକ କବି। ସେ ଯେତେସବୁ କବିତା ଲେଖନ୍ତି ସବୁ ଲେଖନ୍ତି କେବଳ ଅରୁନ୍ଧୁତୀକୁ ଲକ୍ଷ୍ୟକରି। ସେ କବିତା ମାଧ୍ୟମରେ ଅରୁନ୍ଧୁତୀକୁ ସବୁ ମାଗନ୍ତି। ମାନ, ଅଭିମାନ କରନ୍ତି। ଯେତେବେଳେ ସେ କିଛି ପାଆନ୍ତି ନାହିଁ, ସେତେବେଳେ ସେ ଆଖିରୁ ଲୁହ ଗଡ଼ାନ୍ତି, କେବଳ ଅରୁନ୍ଧୁତୀର ପାଷାଣ ହୃଦୟ ଟିକିଏ ତରଳାଇ ଦେବାକୁ। ନାରୀ ଓ କବି ଏମାନଙ୍କ ମାୟାରେ କେହି ପଶି ପାରନ୍ତି ନାହିଁ। ତଥାପି ନାରୀ କବିକୁ ଅନ୍ତର ମଧ୍ୟରେ ଖୋଜେ ଏବଂ କବି ନାରୀକୁ ତା'ର ଅନ୍ତର ମଧ୍ୟରେ ଧ୍ୟାନକରି କବିତା ଲେଖେ। ଅରୁନ୍ଧୁତୀର ଦେହଟା ଯେ ଲହୁଣୀରେ ଗଢ଼ା, ଏହା କେହି ଅସ୍ୱୀକାର କରିବେ ନାହିଁ। କିନ୍ତୁ ତାଙ୍କ ହୃଦୟଟା ଲହୁଣୀର ନୁହେଁ କିମ୍ବା ଲୁହାରେ ମଧ୍ୟ ନୁହେଁ। ତାହା ବଜ୍ରରେ ତିଆରି। ତାଙ୍କର ପାରିପାର୍ଶ୍ୱିକ ଅବସ୍ଥା ତାଙ୍କୁ ପାଷାଣ କରିଦେଇଥିଲା। ସେ ମଧ୍ୟ ନାରୀ। ସେ କବିତା ବୁଝନ୍ତି। କବିତାର ମର୍ମସ୍ପର୍ଶୀ ଭାଷାରେ ତାଙ୍କର ହୃଦୟରେ ଆଲୋଡ଼ନ ସୃଷ୍ଟିହୁଏ। କେବଳ ଦୀର୍ଘଶ୍ୱାସ ପକାଇ କବିକୁ ସାନ୍ତ୍ୱାନା ଦେବା ବ୍ୟତୀତ ତାଙ୍କ ପାଖରେ ଆଉ କିଛି ନ ଥିଲା। ଆଉ ଯଦି କିଛି ଥାଆନ୍ତା, ଭବାନନ୍ଦଙ୍କ ଆଖିରୁ ଲୁହ ଶୁଖାଇବାକୁ ସେ କ'ଣ ଚେଷ୍ଟା କରିନଥାନ୍ତେ? ଅରୁନ୍ଧୁତୀ ଭାବୁଥିଲେ ଭବାନନ୍ଦ କେବଳ ତାଙ୍କର ଏହି ଲୋଭନୀୟ ଦେହପାଇଁ ବୋଧହୁଏ ବ୍ୟସ୍ତ। ସେଥିପାଇଁ ତାଙ୍କର ଏହି କାବ୍ୟ, କବିତା। ସେଥିପାଇଁ ବୋଧହୁଏ ତାଙ୍କର ଏତେ ଅଶ୍ରୁବର୍ଷଣ। ହାୟରେ ନାରୀ! ତୁମର ଶକ୍ତି କାହିଁ କବିର ଅନ୍ତର ବୁଝିବାକୁ। କବିର ହୃଦୟ ଯେ ସାଗର ପରି ଗଭୀର। ଯେଉଁ ଭବାନନ୍ଦ ତାଙ୍କର କଲମ ମୂନରେ ଉର୍ବଶୀର ଶୋଭାକୁ ଅରୁନ୍ଧୁତୀର ନଖପତ୍ରରେ ଫୁଟାଇ ଦେଇଛନ୍ତି ଏବଂ ନୀଳ ଆକାଶର ଚନ୍ଦ୍ରକୁ ଦର୍ପଣ କରି ଅରୁନ୍ଧୁତୀକୁ ମୁଖ ଦେଖିବାକୁ ଧରାଇ ଦେଇଛନ୍ତି, ସେହି ଭବାନନ୍ଦ କ'ଣ ରକ୍ତମାଂସ ଲୋଭୀ କୁକୁର? ଅରୁନ୍ଧୁତୀ ଭାବନ୍ତି ସବୁ ପୁରୁଷ ସମାନ। ସମସ୍ତେ ହୃଦୟ ବଦଳରେ ଚାହାଁନ୍ତି ଦେହଟାକୁ-। ଗୋଟାଏ ହୃଦୟହୀନ ପୁରୁଷର ଦୌରାତ୍ମ୍ୟ ସହ୍ୟ କରି କରି ଅରୁନ୍ଧୁତୀ ପୁରୁଷଜାତି ସମ୍ବନ୍ଧରେ ଏତିକି ନୀଚ ଚିନ୍ତା କରୁଥିଲେ। ତେଣୁ ସେ ଭବାନନ୍ଦଙ୍କୁ ମଧ୍ୟ ସେହି ଆଖିରେ ବିବେଚନା କରିବାକୁ ଲାଗିଲେ। ମୋଟାମୋଟି କହିବାକୁ ଗଲେ ଅରୁନ୍ଧୁତୀ ବୁଝିଥିଲେ ନାରୀର ଦେହ ମଧ୍ୟରେ ତା'ର ହୃଦୟଟା ନଥାଏ। ହୃଦୟର ଅର୍ଥ ଅଭିଧାନରେ ଯାହା ଲେଖାଅଛି ଏବଂ ହୃଦୟର ଅର୍ଥ ଅରୁନ୍ଧୁତୀ ଯେତିକି ବୁଝନ୍ତି ସେହି ହୃଦୟଦେଇ ଏବଂ ନିଜର ରକ୍ତମାଂସର ଦେହକୁ ଆକୁଣ୍ଠିତଭାବେ ସମର୍ପଣ କରିଦେଇ ମିତ୍ରା ଭଲପାଉଥିଲା ଭବାନନ୍ଦକୁ। ଭବାନନ୍ଦକୁ ସନ୍ତୁଷ୍ଟ କରିବାକୁ, ତାଙ୍କୁ ନିଜର କରିବାକୁ ମିତ୍ରା କେବେହେଲେ କୃପଣତା ପ୍ରକାଶ କରୁନଥିଲା। ଭବାନନ୍ଦ ଭଳି ରୂପବାନ୍ ଓ ଗୁଣବାନ୍ ସ୍ୱାମୀଙ୍କ ପାଖରେ ମାନ ଅଭିମାନ ଶୋଭାପାଏ ନାହିଁ ଜାଣି ମିତ୍ରା ନିଜକୁ ଭବାନନ୍ଦଙ୍କ ପାଖରେ ଅର୍ପଣ କରିଦେଇଥିଲା ସତ୍ୟ; କିନ୍ତୁ କବିର ଅତୃପ୍ତ ହୃଦୟକୁ ସେ ତୃପ୍ତି ଦେଇପାରୁ ନଥିଲା। ଏହାର କାରଣ, ଭବାନନ୍ଦ ଭାବୁଥିଲେ କାବ୍ୟ ନାୟିକାର ହୃଦୟ ସାଧାରଣ ସ୍ତ୍ରୀର ହୃଦୟ ଅପେକ୍ଷା ଯଥେଷ୍ଟ ପରିମାଣରେ ଭଲ। କାବ୍ୟ ନାୟିକାର ଯେଉଁ ହୃଦୟକୁ ତୃପ୍ତ କରିବା ପାଇଁ କବି ଆଖିରୁ ଲୁହ ଢାଳି ତାହାର ଅନ୍ତରର ସମସ୍ତ ବେଦନା କଲମ ମୁନରେ ପ୍ରକାଶ କରେ ସେ ହୃଦୟ ସାଧାରଣ ହୃଦୟ ନୁହେଁ।